ସେ କେଳା ନୁହେଁ, କିନ୍ତୁ ତା କାମ ଦେଖି ଦଳବେହେରା ପାଇପ ମିସ୍ତ୍ରି ତାକୁ କହେ ତୁ କେଳାଙ୍କଠୁଁ ବଳି। ତୋ ପରି ଏତେ ଶୀଘ୍ର ଶୀଘ୍ର କେହି ଏ ପଥୁରିଆ ମାଟି ଖୋଳିପାରନ୍ତା ନାହିଁ। ସେବତୀ ରେଜାକୁଲି। ରହିମ୍ ମିଆଁ ଠିକାଦାର ସାଙ୍ଗରେ ସେ ସକାଳୁ କାମକୁ ଯାଏ, ଫେରେ ସଂଜକୁ। ଗଲାବେଳେ କାହ୍ନୁକୁ ସାଙ୍ଗରେ ନେଇଯାଏ। ଜଗବନ୍ଧୁ ଜିମାରେ ଛୁଆଟାକୁ ଛାଡ଼ିଦେଇ ଯିବାକୁ ସେବତୀର ମନ କହେ ନାହିଁ। ଲୋକଟି ପରକାମକୁ ଯେମିତି କାମିକା, ଘରକାମକୁ ସେମିତି ନିକମା। କାନ୍ଧରେ ପଡ଼ିଲେ ଓଜନିଆ ପଥର ଟେକି ଟେକି ନେଇଯିବ ପାହାଡ଼ ଶିଖକୁ, କିନ୍ତୁ ଘରେ ରହିଲେ କନ୍ଥା ଛାଡ଼ି ଆଉ କୁଆଡ଼େ ଯିବାକୁ ଚଙ୍କିବ ନାହିଁ। ଦିନେ ସେବତୀ ଜଗବନ୍ଧୁର ଜିମାରେ ପୁଅକୁ ଛାଡ଼ି କାମକୁ ଯାଇଥିଲା। ହିଟରରେ ଅଣ୍ଡା ଦିଇଟା ବସେଇ ଜଗବନ୍ଧୁକୁ ଜଗିବା ପାଇଁ ସେ କହିଯାଇଥିଲା। କିନ୍ତୁ ଲୋକଟି ଏଡ଼େ ଅଳସୁଆ, ଛୁଆଟାକୁ ଟିକେ ଜଗି ପାରିଲା ନାହିଁ। ହିଟର୍ ଉପରେ ଗବ ଗବ ହୋଇ ଫୁଟୁଥିଲା ଗରମ ପାଣିରେ ଅଣ୍ଡା ଦିଇଟା ଏପଟ ସେପଟ ଗଡ଼ୁଥିଲା। କାହ୍ନୁ ତ ଦି ବର୍ଷର ପିଲା। ସେ ବା କଣ ଜାଣିଥିଲା? କାହ୍ନୁ ତାକୁ ମିଠେଇ ଭାବି ସେଇ ଗରମ ପାଣିରେ ହାତବୁଡ଼େଇ ଅଣ୍ଡା ଗୋଟିଏକୁ ଧରିପକେଇଥିଲା। ପିଲାଟାର କଆଁଳ ହାତ ସିଝିଯାଇଥିଲା ତତଲା ପାଣିରେ। ସେ ରାହା ଧରି କାନ୍ଦିଥିଲା...। ସେଇଦିନୁ ଆଉ କେବେ କାହ୍ନୁକୁ ଜଗବନ୍ଧୁ ଜିମାରେ ଛାଡ଼ି ସେବତୀ କାମକୁ ଯାଏ ନାହିଁ-। ଯୁଆଡ଼େ ଯାଏ ପିଠିରେ ଲାଉକରି ପୁଅକୁ ସାଂଗରେ ନେଇ ଯାଏ। ନିମିଷକ ପାଇଁ ତାକୁ ଆଖିରୁ ଅନ୍ତର କରେ ନାହିଁ। ନିଜ ପାଇଁ ଟିଫିନ୍ କ୍ୟାରିଅରରେ ପଖାଳ, ତେନ୍ତୁଳି ଓ କାହ୍ନୁ ପାଇଁ ଚୁଡ଼ାଭଜା ସାଙ୍ଗରେ ନେଇଯାଏ। ଜଗବନ୍ଧୁର ଛାତି ଭିତରଟା ହାହାକାର କରିଉଠିଲା। ସେବତୀର ବି। ଏଇ ହାତରେ ସେମାନେ ସହରର ଏକତାଲା, ଦୋତାଲାରୁ ନେଇ ଦଶତାଲା କୋଠା ତିଆରିଛନ୍ତି। ହୋଟେଲ୍, ଅଫିସ୍ ଓ ବଙ୍ଗଳା ତୋଳିଛନ୍ତି ସେମାନେ। ମୁଣ୍ଡରେ ବାଲି, ସିମେଣ୍ଟ, ଚିପ୍ସ ଓ ଇଟା ବୋହି ବୋହି କଇଁଛ ପାଲଟିଛନ୍ତି। ଅଥଚ ଆଜି ସେମାନଙ୍କ ମୁଣ୍ଡ ଗୁଂଜିବା ପାଇଁ ସହରରେ ଟିକେ ଜାଗା ନାହିଁ! ସେମାନେ ରାତାରାତି ଉଦ୍ବାସ୍ତୁ ହୋଇଯାଇଛନ୍ତି। ମୁଣ୍ଡ ଉପରେ ମେଲା ମୁକୁଳା ଆକାଶ ଆଉ ପାଦତଳେ ନୁଖୁରା ଟାଙ୍ଗରା ଭୂଇଁ। ସେବତୀ ଜଗବନ୍ଧୁକୁ ଦମ୍ଭ ଦେଲା, "ଏକା କଣ ଆମର ଏ ଦଶା ହୋଇଛି? ବସ୍ତିର ସବୁଲୋକ ତ ବାସ ହରେଇଛନ୍ତି। ତୁଚ୍ଛାଟାରେ ଆମେ ଆମରି ଭାଗ୍ୟକୁ ନିନ୍ଦିବା କିଆଁ? " ଜଗବନ୍ଧୁର ପୁଅ ଡୋଳାରେ ଟଳମଳ ହେଉଥିବା ଲୁହବୁନ୍ଦା ସେବତୀର ଶୀତଳ କଥାରେ ବର୍ଷାବୁନ୍ଦା ପରି ନିଗିଡ଼ିପଡ଼ିଲା। ସେ ହାତ ଚକିରେ ତାର ଲୁହଗୁଡ଼ାକୁ ରୁଢ଼ଭର୍ତ୍ତି ଗାଲ ଉପରେ ନେସିଦେଲା। ଆଗରୁ କେତେଥର ବି ଏମିତି ନୋଟିସ୍ ଆସିଥିଲା–ବସ୍ତି ଛାଡ଼ି ଚାଲିଯାଅ। ଏଠି ନୂଆ କଲୋନି ହେବ। ବଡ଼ ବଡ଼ ବଙ୍ଗଳା ତୋଳାଯିବ। ଇଏ ସରକାରୀ ଜାଗା, ଏ ଜାଗାର ଦାମ୍ ଅମୂଲ ମୂଲ। କିନ୍ତୁ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଜାଗା ଛାଡ଼ି ଯିବାକୁ ପଡ଼ିନଥିଲା। ସକାଳେ ପେଣ୍ଟସାର୍ଟ ପିନ୍ଧା ବାବୁମାନେ ଧମକ ଦେଇ ଚାଲି ଯାଉଥିଲେ ସତ, ଉପରବେଳାକୁ ପଞ୍ଜାବି ଓ ଧୋତିପିନ୍ଧା ନେତାମାନେ ଆସି କହିଯାଉଥିଲେ, 'ତମେ ଏଇଠି ରହିବ, କୁଆଡ଼େ ଯିବା ଦରକାର ନାହିଁ। ତମକୁ ଏଠୁ କେହି ଉଠେଇପାରିବ ନାହିଁ। ' ନିଜେ ମୁଖ୍ୟମନ୍ତ୍ରୀ ବର୍ଷରେ ଥରେ ଯେମିତି ହେଲେ ଏଠିକୁ ଆସୁଥିଲେ। ତାଙ୍କର ଜନ୍ମଦିନ ସେ ପାଳୁଥିଲେ ଏଇ ବସ୍ତିରେ। ସେମାନଙ୍କୁ ଲଡୁ ଓ ଗଜା ବାଣ୍ଟୁଥିଲେ, ତାଙ୍କ ଘରବାଲୀମାନଙ୍କୁ କସ୍ତାଶାଢ଼ି ଓ ଛୁଆଙ୍କୁ ଜାମା ଦେଇଯାଉଥିଲେ। ଦୟାଳୁ ନେତା ରାଜୁବାବୁ! ଭୋଟ୍ ଆଗ ସଂଜବେଳେ ତାଙ୍କର ଚୈତନ୍ୟରଥରେ ଆସି ସେ ଘର ଘର ବୁଲି ସମସ୍ତଙ୍କ ଦୁଃଖସୁଖ ବୁଝି ଯାଉଥିଲେ। ସେମାନଙ୍କୁ ଟଙ୍କା, ଚାଉଳ ଓ ଚିନି ଦେଉଥିଲେ। ପ୍ରଚାର ପାଇଁ ଗଲେ ମର୍ଦ୍ଦଲୋକଙ୍କୁ ଲଣ୍ଠନ ଚିହ୍ନ ଛାପାଥିବା ଗେଂଜି ଓ ମାଇପିଲୋକଙ୍କୁ ସେଇ ଛାପାଥିବା ଶାଢ଼ି ଦେଉଥିଲେ। ଏଥର ବି ଜଗବନ୍ଧୁ ଓ ସେବତୀ ଲଣ୍ଠନ ଚିହ୍ନରେ ଭୋଟ୍ ଦେଇଥିଲେ। ତାହାହେଲେ ତାଙ୍କର ଏ ଦଶା କାହିଁକି ହେଲା? କୋଉଠି କି ଭୁଲ୍ ରହିଗଲା? ଆମ୍ବଗଛ ତଳେ ତିନିଟା ଭଙ୍ଗା ଇଟା ଡେରାଦେଇ ସେବତୀ ଗୋଟେ ଚୁଲି ବନେଇଥିଲା। ସେଇ ଚୁଲି ଉପରେ ବସିଥିଲା ଭାତହାଣ୍ଡି। ଜଗବନ୍ଧୁ ଇଆଡ଼ୁ ସିଆଡ଼ୁ ବର, ଅଶ୍ୱତ୍ଥ ଡାଳ ଗୋଟେଇ ଆଣିଥିଲା।